ଆମେମାନେ ଲେଖିଲୁ ଆଉ ଲେଖୁଛୁ। ଆମେ ନୂଆ କଥା କହିଲୁ ନାହିଁ। ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ବା ଏମ. ଏଲ. ଏ. ସାହିତ୍ୟ ବିଷୟରେ ନୂଆ କଥା କହିଦେଲେ? କେବେ ହେଲେ କହିପାରିବେ ନା? ଏଇ ଯୋଗ୍ୟତା ଆସିଲା କୁଆଡ଼ୁ? ଅନୁଭବ ଭିତରକୁ ନ ନେଲେ ସାହିତ୍ୟସେବୀ ଓ ସାହିତ୍ୟପ୍ରେମୀଙ୍କର ଅନ୍ତର୍ନିହିତ ସରସତା ଓ ନୀରସତା ବୁଝିହେବ ନାହିଁ। ସାହିତ୍ୟସେବୀ ହେଲା ଠିକ୍ କଲେଜ ସ୍କୁଲର ଅଧ୍ୟାପକଙ୍କ ପରି ଗୋଟାଏ ରକମର ଛାଞ୍ଚୁଆ। କୌଣସି କଥାକୁ ତାହାର ଆୟତ୍ତରେ ଥିବା ଛାଞ୍ଚରେ ପକାଇ ଦେଲେ ସେ ଖୁସି-ଯାହା ହେଉ ଗୋଟାଏ କାମ ହେଇଗଲା। ଯିଏ ଦିଅଁଗଢ଼େ ସେହି ଭୁଲରେ ବାନ୍ଦର ବି ଗଢ଼ି ପକାଏ। କିନ୍ତୁ ସାହିତ୍ୟପ୍ରେମୀ ଅର୍ଥାତ୍ ପାଠକର ଏହି ମୁଦ୍ରାଦୋଷ ନ ଥାଏ। ସେ ଚାହେଁ ସାହିତ୍ୟ ଭଲ ହେଉ। ନୂଆ କି ପୁରୁଣା ଯେଉଁ ଶ୍ରେଣୀର ଲେଖକ ହେଉ ନା କାହିଁକି ଭଲ ଲେଖାଟିଏ ଦେଖିଲେ ସେ ତାକୁ ଆଦର କରିଥାଏ। କିନ୍ତୁ ଲେଖକମାନେ ଏପରି ଭାବରେ ନ୍ୟସ୍ତ ସ୍ୱାର୍ଥର ପୂଜାରୀ ଯେ କେବେହେଲେ ଅଣଲେଖକକୁ ଯଥାଯୋଗ୍ୟ ସ୍ୱୀକୃତି ଦେବେ ନାହିଁ। ଏଠି ଓଡ଼ିଶାରେ ମଧ୍ୟ ଦିଅନ୍ତି ନାହିଁ। ପାଠକମାନେ ହେଲେ ପ୍ରକୃତରେ କଷଟି ପଥର। ତାଙ୍କରି ମତାମତରେ ଗୁରୁତ୍ୱ ନେଇ ବହିଦୋକାନ ଚାଲିଛି। ପାଠକଙ୍କ ପାଖରେ ସାହିତ୍ୟର କଦର ନ ଥିଲେ ଯାହା ଯେତେ ବୌଦ୍ଧିକତା ବହି ଭିତରେ ଅବା ବାହାରର ପ୍ରଚ୍ଛଦପଟର କଳାକୁଶଳତାରେ ଥାଉ ନା କାହିଁକି ସେହି ବହି ଓ ଲେଖକ ଅଚଳ। କିନ୍ତୁ ପାଠକର ମତାମତ ନିଆଯାଇପାରୁ ନାହିଁ। ଯାହା ଅବା ନିଆ ଯାଆନ୍ତା ସେତକ ଅବାସ୍ତବ ହେଇ ପଡ଼ୁଛି ବିକିଲା ଲୋକ ଓ କିଣିଲା ଲୋକଙ୍କର ମେଣ୍ଟପାଇଁ। ପୁରାଣ ଧର୍ମଶାସ୍ତ୍ରରେ ଏହି ନିୟମ ଚାଲେ ନାହିଁ। ପାଠକ ବା ଧର୍ମପ୍ରେମୀ ଲୋକ ସିଧାସଳଖ ବରାଦ ଦିଏ। କିଣିବା ଲୋକ ସେଠି କିଛି ମୁରବିଆନା ଦେଖାଇ ପାରେ ନାହିଁ। କିନ୍ତୁ ଗଳ୍ପ, ଉପନ୍ୟାସ, ନାଟକ ଓ କବିତାରେ ଏହି ନିୟମଟି ଚଳାଯାଇ ପାରୁନାହିଁ। ପ୍ରକାଶିତ ବହିର ସମ୍ବାଦ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଏହାର କାରଣ ନୁହେଁ ଯେ ଏଇ କାମଟି ଅସମ୍ଭବ। ଏବେ ବାଆସ୍ତରୀ ତେସ୍ତରି ମସିହାରେ ଓଡ଼ିଆରେ ଖୁବ୍ ବେଶି ଧରିଲେ ଛୋଟ ମୋଟ ମିଶାଇ ଦିନକୁ ଖଣ୍ଡେ ବହି ପ୍ରକାଶ ପାଉଛି। ଏହି ଖବର ଦୈନିକ ସମ୍ବାଦପତ୍ର ଓ ଆକାଶବାଣୀ ନିଶ୍ଚୟ ଦେଇ ପାରନ୍ତେ। ସେମାନେ ଏହି ସାମାଜିକ କର୍ତ୍ତବ୍ୟ କରିବାରେ ବିମୁଖ କାହିଁକି? ଏହାର ସିଧା ଉତ୍ତର ହେଲା ଯେ ଏହି ଅନୁଷ୍ଠାନମାନେ ଓଡ଼ିଆ ସାହିତ୍ୟିକଙ୍କୁ ପାସଙ୍ଗରେ ପକାନ୍ତି ନାହିଁ। ଚାଷ, ପାଣିପାଗ, ବଜାର ହାଲଚାଲ ସବୁ କଥା ଆସି ପାରିଲା ବେଳେ ନୂଆ ଓଡ଼ିଆ ବହିର ସଂକ୍ଷିପ୍ତ ସୂଚନା କାହିଁକି ଖବରକାଗଜର ସଂପାଦକୀୟ ଟେବୁଲରେ ଓ ଆକାଶବାଣୀର ସମ୍ବାଦ ବିଭାଗରେ ରହିପାରୁ ନାହିଁ? ଆକାଶବାଣୀରୁ ଓଡ଼ିଆଙ୍କୁ ଇସ୍ତମରାରୀ ପଟାର ସତ୍ତ୍ୱରୁ ବାହାର କରି ଦିଆନଯିବା ପର୍ଯ୍ୟନ୍ତ ଏଇ କାମଟି ହେଇ ପାରିବ ନାହିଁ। କାରଣ ଓଡ଼ିଆ କର୍ମଚାରୀମାନେ ଓଡ଼ିଆ ସାହିତ୍ୟର ଶନ୍ତ୍ରୁ-ଅନ୍ତତ ଛତିଶରୁ ତେସ୍ତରି ମସିହା ପର୍ଯ୍ୟନ୍ତ। ଆଉ ମଧ୍ୟ ସରକାରୀ ସ୍ତରରେ ବହି ଦୋକାନମାନଙ୍କୁ ବାଧ୍ୟ କରାଯିବା ଉଚିତ୍ ଯେ ସେମାନେ ତାଙ୍କର ପୁସ୍ତକ ତାଲିକାରେ ତାଙ୍କର ପ୍ରକାଶିତ ବହି ଛଡ଼ା ଅନ୍ୟ ବହିର ତାଲିକା ନ ଦେଲେ ସେମାନଙ୍କୁ ସରକାରୀ ଅର୍ଡର ଶିକ୍ଷାବିଭାଗ ଓ ଲୋକସଂପର୍କ ବିଭାଗରୁ ମିଳିବ ନାହିଁ। ଏକଥା କରାଇଲେ କାହାର ଅସୁବିଧା କେଉଁଠି-କିଏ